ସେ ଅଭିନେତ୍ରୀ ନୁହେଁ। ସେ ଯାହାକୁ ହୃଦୟ ଦିଏ, ଯାହାକୁ ଜବାବ୍ ଦିଏ, ତାକୁ ସେ ସବୁ ଦେଇଥାଏ। ତୁମ ପାଇଁ ମୁଁ ଅପେକ୍ଷା କରିଛି ବୀରେନ୍ଦ୍ର। ତୁମେ ବିଜୟୀର ସମ୍ମାନ ଘେନି ଫେରିଆସ। '' ''ଯଦି ସେହିଠାରେ ମୋର ଶେଷ ନିଶ୍ୱାସ ଚାଲିଯାଏ? '' ''ସେଦିନ ଏହି ଚୁଡ଼ି ଚାରିପଟ ମଧ୍ୟ ମୋ ହାତରୁ ଚାଲିଯିବ। '' ଏତିକି କହି ସୁଜାତା ବିଦାୟ ଦେଇଥିଲା ବୀରେନ୍ଦ୍ରକୁ। ଦୀର୍ଘ ଦୁଇବର୍ଷ ହେଲା ବୀରେନ୍ଦ୍ର ଗାଁ ଛାଡ଼ି ଆସିଛନ୍ତି ଯେ ସେ ଆଉ ଗାଁକୁ ଫେରିନାହାନ୍ତି। ସୁଜାତା ନିଜକୁ ଦୋଷ ଦେଇ ବୀରେନ୍ଦ୍ର ପାଖକୁ ଚିଠିଲେଖେ ମାତ୍ର ବୀରେନ୍ଦ୍ର କୌଣସି ଉତ୍ତର ଦିଅନ୍ତି ନାହିଁ। ଏହି ଏଡେନ୍କୁ ଆସିବାର ତାଙ୍କୁ ଦୁଇମାସ ହେଲା। ସୁଯୋଗକୁ ଗାଁ ପାଖର ଲୋକ ସୀତାକାନ୍ତ ମିଳିଯାଇଥାନ୍ତି। ବୀରେନ୍ଦ୍ର ଅନ୍ୟମନସ୍କ ଇତିମଧ୍ୟରେ ଯଥେଷ୍ଟ ହୋଇଯାଇଥିଲେ। ତାଙ୍କୁ ସୁଜାତାର ଅଶ୍ରୁସିକ୍ତ ମୁଖଟି କେବଳ ଦେଖାଯାଉଥିଲା। ସେ ଭାବୁଥିଲେ ସତେ କ'ଣ ସୁଜାତା ତାଙ୍କ ପାଇଁ ଅପେକ୍ଷା କରିଥିବ? ସୁଜାତା କ'ଣ ତା'ର କଥାରେ ଅଟଳ ରହିବ? ସେ ଗୋଟାଏ ଫନ୍ଦି କରି ତାକୁ ଆଉ ମରଣ ମୁହଁକୁ ଠେଲିଦେଇ ନାହିଁ ତ? ପୁଣି ସେ ଭାବିଲେ ସୁଜାତା ପାଇଁ ଯଦି ବି ଆଜି ସେ ମରିଯାଆନ୍ତି ତାହା ହେବ ତାଙ୍କ ପକ୍ଷରେ ସ୍ୱର୍ଗଲାଭ। ସେ ମରିବା ଆଗରୁ ଅନ୍ତତଃ ସୁଜାତାର ନାମଟି ସ୍ମରଣ କରି ତ ମରିପାରିବେ। ଏହା ଭାବୁଥାନ୍ତି, ହଠାତ୍ ଶତ୍ରୁ ପକ୍ଷର ଚାରୋଟି ବୋମାବର୍ଷଣକାରୀ ବିମାନ ପ୍ରଚଣ୍ଡ ବେଗରେ ମଥା ଉପରେ ଉଡ଼ିଗଲେ। ସୀତାକାନ୍ତ ବୀରେନ୍ଦ୍ରକୁ ହଲାଇଦେଇ କହିଲେ, ''ଭାବୁଛ କ'ଣ ବନ୍ଧୁ! ଗୁଳି ଫୁଟାଅ ରାଇଟ୍ ଏଙ୍ଗେଲରେ। '' ଏଣୁ ଏୟାର କ୍ରେପ୍ଟ ଗର୍ଜିଉଠିଲା। ହସିହସି ବୀରେନ୍ଦ୍ର କହିଲେ, ବନ୍ଧୁ! ଉପରକୁ ଅନାଇଲ। ପ୍ଲେନ୍ଟା କିପରି ତଳକୁ ଖସିଆସୁଛି। ଲକ୍ଷ୍ୟ ଠିକ୍ ହୋଇଛି ତ? '' ପୁଣି ଆଉ ଗୋଟିଏ ବିମାନ ମଥା ଉପରେ ଉଡ଼ିଗଲା। ଏଥର ମଧ୍ୟ ବୀରେନ୍ଦ୍ର ଗୁଳିଫୁଟାଇଲେ। ଆକାଶରେ ବିମାନ ଦେହରେ ନିଆଁ ଜଳିଉଠିଲା। ହସି ହସି ସୀତାକାନ୍ତ କହିଲେ, ''ତୁମଭଳି ଯଦି ଗୋଟାଏ ଡିଭିଜନ୍ ଦକ୍ଷସୈନ୍ୟ ମିତ୍ର ପକ୍ଷର ଥାଆନ୍ତେ, ତେବେ ଏ ଯୁଦ୍ଧଟା ଆରମ୍ଭ ମାତ୍ରେ ହିଁ ଶେଷ ହୋଇଯାଇଥାଆନ୍ତା। କ'ଣ କହୁଛ? '' ବୀରେନ୍ଦ୍ର ହସିଦେଲେ ଏବଂ ଭାବିଲେ କେବଳ ସୁଜାତା ପାଇଁ ଆଜି ତାଙ୍କର ଏ ଗର୍ବ। ପୁଣି ଆଉ ଗୋଟିଏ ବିମାନ ମଥା ଉପରେ ଉଡ଼ିଗଲା। ଏଥର ମଧ୍ୟ ବୀରେନ୍ଦ୍ର ଗୁଳି ଫୁଟାଇଲେ। ଗୁଳି ଲକ୍ଷ୍ୟଭେଦ କରିପାରିଲା ନାହିଁ। ସନ୍ଧ୍ୟା ପାଖରୁ ମଥାରେ ଯେ ଲୁହାଟୋପିଟା ରହିଛି ମଥା ମଧ୍ୟ ଦରଜ କଲାଣି। ଟୋପିଟା ମଥାରୁ କାଢ଼ିଦେଇ ବୀରେନ୍ଦ୍ର ମଥାରେ ହାତ ବୁଲାଇ ପୁଣି ଟୋପିଟା ମଥାରେ ପିନ୍ଧିବାକୁ ଯାଉଛନ୍ତି ହଠାତ୍ ବିମାନଟିଏ ଅଳ୍ପ ଉଚ୍ଚରେ ଉଡ଼ିଯାଇ ଗୋଟିଏ ବୋମା ନିକ୍ଷେପକଲା। ବିମାନକୁ ଲକ୍ଷ୍ୟକରି ଗୁଳି ଫୁଟାଇଲେ ବୀରେନ୍ଦ୍ର। ବିମାନଟି ଭଉଁରୀ ଖେଳି ଖେଳି ତଳକୁ ଖସି ଆସିଲା ସତ; ମାତ୍ର ଯେଉଁ ବୋମାଟି ବିମାନରୁ ତଳେ ପଡ଼ିଥିଲା ତାହା ତଳେ ଫୁଟିବାରୁ ଗୋଟିଏ ଛିଟିକା ଆସି ବସିଲା ବୀରେନ୍ଦ୍ରର ବାଁ ଛାତିରେ। ବୀରେନ୍ଦ୍ର ମନେମନେ 'ସୁଜାତା' କହି ଟଳିପଡ଼ିଲେ। ସେତେବେଳକୁ ସୀତାକାନ୍ତ ଆତ୍ମରକ୍ଷା ପାଇଁ ମାଟିରେ ଗୁରୁଣ୍ଡି ଗୁରୁଣ୍ଡି ଟ୍ରେଞ୍ଚରେ ଆସି ଆଶ୍ରୟ ନେଲେ। ବନ୍ଧୁ ଯେ ଆଉ ଜୀବନରେ ନାହାନ୍ତି ଏହା ସୀତାକାନ୍ତଙ୍କୁ ବୁଝିବାକୁ ବାକି ରହିଲା ନାହିଁ। ସେ କେବଳ ଦୀର୍ଘଶ୍ୱାସ ପକାଇ ରୁମାଲରେ ଲୁହ ପୋଛିଲେ। ''ମୁଁ କ'ଣ। ବଞ୍ଚିଛି ମିସ୍ଟର! '' ହସି ହସି ସିସ୍ଟର ଜବାବ୍ ଦେଲା, ''ମରିବାକୁ କ'ଣ ଭୟ କରୁଛନ୍ତି? '' ସେ ଭୟ ମନରେ ଥିଲେ ମୁଁ ମରିବାକୁ କ'ଣ ଆସିଥାନ୍ତି? ''ଦକ୍ଷତା ସହିତ ଲଢ଼ାଇ କରି ଶତ୍ରୁପକ୍ଷର ତିନୋଟି ବିମାନ ଖସାଇ ଦେଇଥିବା ହେତୁ ଆପଣ ଭିକ୍ଟୋରିଆ କ୍ରଶ ପାଉଛନ୍ତି ବୋଲି ବ୍ରିଗେଡ଼ିଆର ସାହେବ କହୁଥିଲେ। '' ''ସବୁ ସୁଜାତାର ଇଚ୍ଛା'' ମନ ମଧ୍ୟରେ ଏତିକି କହିଲେ ବୀରେନ୍ଦ୍ର। ଆଖିରେ ତାଙ୍କର ଲୁହ ଭରିଗଲା। ମନ ମଧ୍ୟରେ ଆନନ୍ଦର ଅସଂଖ୍ୟ ତରଙ୍ଗ ସେଦିନ ସୃଷ୍ଟି ହୋଇଥିଲା ବୀରେନ୍ଦ୍ରର। ସେ ଯୁଦ୍ଧ ଫେରନ୍ତା ବିଜୟୀ ବୀର। ହସି ହସି ସୁଜାତା ତାଙ୍କୁ ଅଭିବାଦନ ଜଣାଇବ, ଆନନ୍ଦରେ ଦୁଇଟୋପା ଅଶ୍ରୁ ଗଡ଼ାଇଦେଇ ବୀରେନ୍ଦ୍ର ସୁଜାତାକୁ ଆପ୍ୟାୟିତ କରିବା ପାଇଁ କହିବେ ''ସୁଜାତା! ଏହି ନାରୀ ହେଉଛି ଦୁନିଆରେ ଏକମାତ୍ର ଶକ୍ତି। ଏହି ନାରୀ ପାଖରୁ ପ୍ରେରଣା ପାଇ ପୁରୁଷ ଦେଶ ପାଇଁ ଓ ଜାତି ପାଇଁ ହସିହସି ଆତ୍ମବଳି ଦିଏ ସମ୍ମୁଖ ରଣକ୍ଷେତ୍ରରେ।